ପାଠକ ରୁଚିର କଳନା କଲାବେଳେ ଖୁବ୍ ସମ୍ଭବ ସେହିଟା ହିଁ ଲେଖକ ସାମନାରେ ସବା ଆଗରେ ଆସି ଛିଡ଼ା ହୋଇ ଯାଉଥିବ। ନିତାନ୍ତ ସ୍ୱାଭାବିକ ଭାବରେ ପ୍ରତ୍ୟେକ ଲେଖକ ତାହାକୁ ହିଁ ସମଗ୍ରତଃ ପାଠକର ରୁଚି ବୋଲି ଗ୍ରହଣ କରିବାକୁ ପ୍ରବୃତ୍ତ ମଧ୍ୟ ହେବ। ପାଠକ ତ କେତେ କେତେ ଜାତି ଏବଂ କେତେ କେତେ ପଂକ୍ତିର ଅଛନ୍ତି। ତେଣୁ ଜଣେ ଲେଖକ ପାଠକ ହିସାବରେ ସ୍ଵୟଂ ଯେଉଁ ପଂକ୍ତିର ସଚରାଚର ତାହାକୁ ହିଁ ଜଣେ ସାଧାରଣ ପାଠକର ରୁଚି ବୋଲି ଗ୍ରହଣ କରିବ ହିଁ କରିବ। ନିଜର ପାଠକୀୟ ପରିଚୟଟି ପୂରାପୂରି ଭୁଲିଯାଇ ଲେଖକ ଆଉମାନଙ୍କୁ ମାପି ପାଠକର ରୁଚି ବିଷୟରେ ତାହା ଅନୁମାନଗୁଡ଼ିକୁ ଗ୍ରହଣ ଯେ କରିବ, ସେଇଟା ପୃଥିବୀରେ ପ୍ରାୟ ଘଟିବ ନାହିଁ। ଅର୍ଥାତ୍ ଜଣେ ଲେଖକ ପ୍ରକୃତିରେ ଯେଉଁ ମାନର ବା ଯେଉଁ ସ୍ତରର ପାଠକ ସିଏ ଆଖର ଜଣେ ଲେଖକ ହିସାବରେ ସେହି ମାନର ଏବଂ ସେହି ସ୍ତରର ହୋଇ ରହିବ। ଆପଣାକୁ ହିଁ ପାଠକମାନଙ୍କର ପ୍ରତିନିଧି ବୋଲି ବିଚାର କରୁଥିବ ଏବଂ ସେହି ପ୍ରତିନିଧିତ୍ୱର ପ୍ରଚୋଦନାକୁ ସ୍ବୀ ସ୍ୱୀକୃତି ଜଣାଇ ହଁ ସିଏ ଯାହା କିଛି ଲେଖି ପାରୁଥିବ। ପାଠକମାନଙ୍କର ରୁଚି ଅନୁସାରେ ସିଏ ଲେଖା ଲେଖିଛି ବୋଲି ସଭାରେ କହୁଥିବ ସିନା କିନ୍ତୁ ଧର୍ମତଃ ନିଜ ରୁଚିକୁ ମାନି ହିଁ ଯାହାକିଛି ଲେଖୁଥିବ। ତାହା ପାହିଁ ତାରି ଭଳି ପାଠକବର୍ଗ ମଧ୍ୟ ଅବଶ୍ୟ ମିଳିଯାଇଥିବେ। ସେମାନଙ୍କୁ ସିଏ ଭ୍ରମ କରି ସବୁ ପାଠକ ବୋଲି ବିଚାରୁଥିବ, ବିଚାରି ଖୁସୀ ହେଉଥିବ। ସବୁ ମଣିଷ ଯେପରି ଭିନ୍ନ ଭିନ୍ନ, ସବୁ ପାଠକ ମଧ୍ୟ ସେହିପରି ସ୍ୱଭାବତଃ ଏକାନ୍ତ ଭାବେ ଭିନ୍ନ। ସେମାନେ ଜଣେ ଜଣେ ପାଠକ ହିସାବରେ ସାହିତ୍ୟ-କ୍ଷେତ୍ରରେ ସର୍ବଦା ଭିନ୍ନ ଭିନ୍ନ ଶିଖରକୁ ହିଁ ନଜର ରଖିଥାଆନ୍ତି। ପାଠକ ନିଜର ରୁଚି ଅନୁସାରେ ତା ଲେଖକକୁ ବାଛି ନିଏ। ପାଠକମାନେ ପ୍ରକୃତରେ ଲେଖକମାନଙ୍କୁ ଖୋଜନ୍ତି। ମଣିଷଟିଏ ନିଜ ପସନ୍ଦ ମୁତାବକ ସାଥୀ ଖୋଜିବା ଭଳି ଜଣେ ପାଠକ ତା ପସନ୍ଦର ଲେଖକକୁ ଖୋଜୁଥାଏ। ନିଜ ଭାଷାରେ ନ ପାଇଲେ ଆଉ କେଉଁ ଭାଷାରେ ବି ଖୋଜୁଥାଏ। ଏଥିରେ ଦୁଃଖିତ ହେବାର ପ୍ରକୃତରେ ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ କିମ୍ବା ଲେଖକ ଲେଖକ ମଧ୍ୟରେ କୌଣସି ବାଦ ରହିବା ମଧ୍ୟ ଉଚିତ ନୁହେଁ। ପ୍ରକୃତ ଅଧିକ ସୁସ୍ଥ ପରମ୍ପରାଟି ହେଉଛି ଯେ ପାଠକମାନେ ସେମାନଙ୍କର ନିଜ ରୁଚି ଅନୁସାରେ ଲେଖକମାନଙ୍କୁ ଖୋଜି ନେବେ ଏବଂ ଲେଖକ ମଧ୍ୟ ଜଣେ ପାଠକ ହିସାବରେ ଯେଉଁ ସବୁ ରୁଚି ଅର୍ଜନ କରିଛି, ସେହିଗୁଡ଼ିକୁ ଆଖି ଆଗରେ ରଖି ଯାହାକିଛି ଲେଖୁଥିବ। ସେହି ସନ୍ଦର୍ଭରେ କେତୋଟି କଥାକୁ ଅବଶ୍ୟ ମନେ ରଖିବାକୁ ପଡ଼ିବ। ପୃଥିବୀରେ ଅଧିକାଂଶ ମଣିଷ କାଳେ କାଳେ କାହାଣୀକୁ ହିଁ ଭଲ ପାଇ ଆସିଛନ୍ତି। ସେହି କାରଣରୁ ସବୁକାଳେ ସର୍ବାଧିକ ପାଠକ ହେଉଛନ୍ତି କାହାଣୀର ପାଠକ ଏବଂ ହୁଏତ ସାହିତ୍ୟ ବଜାରର ସେହି ଚାହିଦାଟି ଅନୁସାରେ ଅଧିକାଂଶ ଲେଖକ ହେଉଛନ୍ତି କାହାଣୀର ଲେଖକ। ପ୍ରଥମେ କେବଳ କାହାଣୀ ଥିଲା ଏବଂ ମଣିଷମାନଙ୍କର ତୃଷା ମେଣ୍ଟାଇବା ନିମନ୍ତେ ତାହା କୁଳାଇଲା ନାହିଁ ବୋଲି ସାନ ମୁଚୁଳାରେ ଅଧିକ ତୁଳା ଭରି ବଡ଼ କରିବା ଭଳି କାହାଣୀ ପେଟରେ ଅଧିକ ଚୂନା ଦେଇ ଉପନ୍ୟାସ ନାମକ ଆଉ ଏକ ସାହିତ୍ୟବର୍ଗର ପ୍ରବର୍ତ୍ତନ କରିବାକୁ ପଡ଼ିଲା ଏବଂ କାଳକ୍ରମେ କାହାଣୀ ମଧ୍ୟ କେତେ ପ୍ରକାରର ହୋଇଗଲାଣି। ସେହି ଅନୁସାରେ ଲେଖକ ମଧ୍ୟ କେତେ ପ୍ରକାରର ଏବଂ କେତେ ଥାକର ହୋଇ ବାହାରିଲେଣି ଏବଂ ପାଠକ ନିଜର ରୁଚି ଅନୁସାରେ ସେମାନଙ୍କୁ ବାଛିନେଇ ପାରୁଛନ୍ତି, ରୁଚି ବଦଳି ଯାଇଛି। ତାହାର କାରଣ ଏକାଧିକ। ଭଲ